ସତେ ନା କ'ଣ? ଏଇଟା କ'ଣ କିରେ ସାପ ଭଳି ପାହାଡ଼ ଉପରକୁ ଉଠିଚି। ତାଟ ପରା ରାସ୍ତା ରାସ୍ତା ଇମ୍ଫାଲକୁ ପଡ଼ିଚି। ଇମ୍ଫାଲ? ସେ ପୁଣି କୁଆଡ଼େ? କେତେ ଦୂର? ମୁଁ ଯିବି ଇମ୍ଫାଲକୁ। ହଁ, ଯିବା ଯିବା, ଆଗେ ତୁ କୋହିମାକୁ ଚାଲ। ଭୋକ ଲାଗୁଚି ସେଙ୍ଗାଇ ? ''ହୁଁ ହୁଁ ହୁଁ।'' ଚାଲ ଏ ମଣିପୁରୀ ହୋଟେଲରେ କିଛି ଖାଇନେବା। ଇମ୍ଫାଲରୁ ପଙ୍କ୍ ପଙ୍କ୍ ଗାଡ଼ି ଆସିବାକୁ ଡେରି ଅଛି। ଏଇମିତି ଜିନିଷ ତତେ ଖୁଆଇବି ଯାହା କୁ ଜନ୍ମରେ କେବେ ଖାଇ ନଥିବୁ। ଇମ୍ଫାଇଲ ବଙ୍କାଟଙ୍କା ରାସ୍ତା, ସାମନାରେ ଦୋକାନ, ହୋଟେଲ। ସମତଳର ମଣିଷଗୁଡ଼ାକୁ ସେଙ୍ଗାଇ ଚାହିଁ ରହିଥାଏ ତନ୍ମୟ ଦୃଷ୍ଟିରେ। ଅରୂପୁପ ଏକ ପୃଥିବୀର ସନ୍ଧିଦ୍ୱାରରେ ସେ ଠିଆହୋଇ ରହିଛି। ଟିପୁ ନଦୀ କିରାନାରାରେ, ବନମୟ ଉପତ୍ୟକାରେ, କେଲୁରୀ, ସାଲୁୟାଲାଙ୍ଗ, ନାନକୋୟା, ଜୁକୁମିଚା ଏସବୁ ପାହାଡ଼ୀ ଗାଁର ବାହାରେ ଇମ୍ଫାଇଲ ଯିବା ଲାଗି ଏମିତି ଗୋଟିଏ ମସୃଣ ପଥ ଥିଲା, ଏଭଳି ସବୁ ବିଚିତ୍ର ମଣିଷର ମେଳା ଥିଲା, ସେସବୁ କ'ଣ ସ୍ୱପ୍ନରେ କଳ୍ପନା କରିଥିଲା ସେଙ୍ଗାଇ? ସମତଳର ଲୋକଗୁଡ଼ାକ ଆଡ଼କି ଚାହିଁଲେ ସେ କିଭଳି ଗୋଟିଏ ଆକର୍ଷଣ ବୋଧହେଲା ତାର ଏ ମଣିଷଗୁଡ଼ାକ ସହିତ ମିଳିବା ଲାଗି, ଏମାନଙ୍କ କଥା ଶୁଣିବା ପାଇଁ। କିନ୍ତୁ ନା, ଟିକିଏ ଆଗରୁ ତାର ମୋହଭଙ୍ଗ କରି ଦେଇଚି ସାରୁମାୟାମାରୁ। ବିଚିତ୍ର ଏକ ଉତ୍ତେଜନାରେ ଦେହେରେ ପେଶୀଗୁଡ଼ାକ ସହସା ଯେମିତି ପ୍ରଖର ହୋଇଉଠିଲା ତାର। ପଥରକଟା ସିଡ଼ିରେ ଉଠିଆସିଲା ଉପରକୁ ସେ। ପାଖରେ ଏକ ଝରଣା ଦେହରୁ ଲମ୍ବିଚି ଗୋଟାଏ ରବରପାଇପ। ବରଫ ତରଳା ଶୀତଳ ଜଳ। ସାରୁମାୟାରୁ ସେହି ପାଣିରେ ହାତ ଧୋଇନେଲା। କହିଲା, ସେଙ୍ଗାଇ ଏଇଟା ସହର, ଟିକିଏ ପରିଷ୍କାର ହୋଇ ଚଳିବାକୁ ପଡ଼ିବ। ଅତିକାୟ ବର୍ଚ୍ଛାଟାକୁ ଏକପାଖିଆ କରି ହାତଗୋଡ଼ ଧୋଇ ନେଲା ସେଙ୍ଗାଇ। ଊର୍ଦ୍ଧ୍ୱାଙ୍ଗ ଅନାବୃତ୍ତ। ତଳେ ଜଙ୍ଘିଆ ନୀଳ ଜଙ୍ଘର ଖଣ୍ଡିଏ କନା। ସେଙ୍ଗାଇ ଦେଖିଲା ଘର ଭିତରେ ଗୁଡ଼େ ଟେବୁଲ, ଚୌକୀ। ଯେତେ ଦେଖୁଚି, ସେତିକି ଆନନ୍ଦବିହ୍ୱଳ ହୋଇଉଠୁଚି ସେ। ନାନା ପ୍ରଶ୍ନରେ ତାର ସମସ୍ତ ଇନ୍ଦ୍ରିୟ ଆ ଆନ୍ଦୋଳିତ। ପିତ୍ତଳ ଥାଳୀ, କାଚ ଗ୍ଲାସ, ତା ଉପରେ ମଣିପୁରୀ ପୂଜାରୀଙ୍କ ହା ଭାତ, ଏରଙ୍ଗୁ ମାଛର ତରକାରୀ, ଝୋଳ, ମାଗୁର ମାଛର ଭଜା। ପରମତୃପ୍ତିରେ ଖାଇଚାଲିଚି ସାରୁୟାମାରୁ; କିନ୍ତୁ ସେଙ୍ଗାଇ ନିଷ୍କ୍ରିୟ। ଚାହିଁ ରହିଚି ଖାଲି ତାକୁ ସବୁ ବଡ଼ ଅଦ୍ଭୁତ ବୋଧହେଉଚି। କିରେ ଭାତ ଖାଉନୁ, ଏଇ ଏରଙ୍ଗୁ ତରକାରୀ ଖାଇ ଦେଖ। ଆମର ସେଟସୁଙ୍ଗ ଅଧା ପୋଡ଼ା ମାଂସଠାରୁ ଏ ଭାରି ସୁଆଦ। ଚାଖି ଦେଖ। କିନ୍ତୁ ପିତ୍ତଳର ଏଗୁଡ଼ାକ। ଏ ପିତ୍ତଳରେ ଆମେ ଅରୁଆ ବନଉଁ, ୟାକୁ ଖାଇଲେ ପାପ ହେବନି ତ! ଆରେ ନାଁ ନାଁ, ତୁମେ ବସ୍ତିରେ ସିନା ପିତ୍ତଳ ଦାମିକା, ସହରରେ ଭାରି ଶସ୍ତା। ଖାଇନେ, ଏହିକ୍ଷଣି ପଙ୍କ୍ ପଙ୍କ୍ ଗାଡ଼ି ଆସିଯିବ।ସାରା ରାତି ଉପତ୍ୟକା ଆଉ ମାଳଭୂମି, ବନ ବନାନୀ, ଅସଂଖ୍ୟ ଶୈଳଚୂଡ଼ା ପାର ହୋଇ ଆସିଛନ୍ତି ଏ ଦୁଇଜଣ। ପାଦ ଦୁଇଟା ହାତର ସନ୍ଧିରେ ଯେମିତି ଜଟେଇ ହୋଇରହିଛି ଅବସାଦରେ, ଅଠା ଭଳି। ପେଟ ଭିତରେ ଭୀଷଣ କ୍ଷୁଧା। ସେଙ୍ଗାଇ ଯେମିତି ଝାମ୍ପି ପଡ଼ିଲା ଥାଳୀଟା ଉପରକୁ। ନିମିଷକ ମଧ୍ୟରେ ଶୂନ୍ୟ ହୋଇଗଲା ଶୁଭ୍ର କେତୋଟି ଅନ୍ନକଣିକା। ମଣିପୁର ପୂଜାରୀ ଆହୁରି ଭାତ କୁଢ଼େଇ ଚାଲିଚି ସେଙ୍ଗାଳି ଥାଳୀରେ। ପୁଣି। ନିଃଶେଷ। ଖାଇବା ଶେଷ ହେଲା। ଏଡ଼ିକି ମାରିଲା ସେଙ୍ଗାଇ ଭାରି ଭଲ ଭାତ ତ ସାରୁୟା! ଆମର ଯାହା ଭାତନା, ଗିଳି ହୁଏନି। ବସ୍ତିକୁ ଗଲେ ମୁଁ ଏମିତି ଭାତ ରାନ୍ଧିବି, କିନ୍ତୁ ମାଂସ ତ ନାହିଁ। ମାଂସ ନ ହେଲେ କ'ଣ ଭାତ ଖିଆଟାଏ? ମଣିପୁରୀ ହୋଟେଲରେ ମାଂସ ମିଳେନା, ଖାଲି ମାଛ।ଗୋଟିଏ ଟଙ୍କା ମଣିପୁରୀ ହୋଟେଲ ମାଲିକ ହାତକୁ ବଢ଼େଇ ଦେଇ ବାହାରକୁ ବାହାରି ଆସିଲା ଦୁଇଜଣଯାକ। ସେଙ୍ଗାଇ ପଚାରିଲା ଟଙ୍କା ଦେଲୁ ଯେ! ବାପ୍ରୋ, ଟଙ୍କା ଦେବିନି? ଖାଇଲେ କ'ଣ ମାଗଣା? ଏଥିରେ ବୁଝିଲୁ, ଟଙ୍କା ଦେଲେ ସହରରେ ସବୁ ମିଳେ। ବଡ଼ ହାଲିଆ ଲାଗୁଚି ସାରୁୟା ନିଦ ଆସୁଚି। କାହିଁ ତୋର ଗାଡ଼ିଟା ଏତେବେଳେ ଯାଏ ଆସିଲା ନାହିଁ।ଆଗକୁ ଅଙ୍ଗୁଳି ଦେଖାଇ କହିଲା ସାରୁୟା ଏଇ ଦେଖ ଆସୁଚି।ଅନେକ ଦୂର ପାହାଡ଼ କଟା ପିଚୁରାସ୍ତା।